ଏତେ ଅନାବାଦି ଜମି ନାଗାମାନଙ୍କର କାହିଁକି ରହିବ ବୁଝିପାରି ନଥିଲେ। ସରକାରୀ ହୁକୁମରେ ଜେମି ମାନଙ୍କର ଜମି କୁକିମାନଙ୍କର ଲାଗି ବ୍ୟବସ୍ଥା କରିଦିଆଗଲା। ଫଳରେ ଦେଖାଗଲା ଅହେତୁକ ବିପର୍ଯ୍ୟୟ ଓ ଅଶାନ୍ତି। ତୀବ୍ର ଜୀବନ ସଂଗ୍ରାମ ତାଗିଦରେ ଘନ ଘନ ଗୋଟିଏ ରକମର ଜମିରେ ଝୁମ କରିବା ଆରମ୍ଭ ହେଲା। ବଣଜଙ୍ଗଲ କାଟି ଜମିର ଉର୍ବରତା ନଷ୍ଟ ହେଲା। ବର୍ଷାର ପ୍ଲାବନରେ କ୍ଷେତ୍ରସବୁ ଭାସିଗଲା ଏବଂ ପାହାଡ଼ ଦେହରେ ମୂଲ୍ୟବାନ ମାଟି ମଧ୍ୟ ଜଳଧାରା ସାଙ୍ଗରେ ଧୋଇ ହୋଇଗଲା। ପରବର୍ତ୍ତୀ ଯୁଗରେ ନାଗା ଅଞ୍ଚଳରେ ବିଦ୍ରୋହ ଏବଂ ଅଶାନ୍ତିର ଏକ ବଡ଼ କାରଣ ହେଲା ଏହି ଅସ୍ୱଚ୍ଛଳତା। ନାଗା ଅଞ୍ଚଳ ମଧ୍ୟରେ କର୍ତ୍ତୃତ୍ୱ ନେଇ କାଛଡ଼ା ଓ ମଣିପୁରୀ ରାଜାମାନଙ୍କ ମଧ୍ୟରେ ବିବାଦ ବିସମ୍ବା ହୋଇଥାଆନ୍ତି। କିନ୍ତୁ ଉପଜାତିମାନେ କାହାର ବଶ୍ୟତା ସ୍ୱୀକାର କରନ୍ତି ନାହିଁ। ଆହମ ରାଜବାହିନୀରେ ନାଗା ସୈନ୍ୟ ଥିଲେ। ଆହମ ଓ ମଣିପୁର ସାମନ୍ତ ରାଜାମାନଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଥିଲା, ସେଥିରୁ ମନେହୁଏ ଯେ ସୁର ରାଜବଂଶ ସଙ୍ଗରେ ହିଁ ନାଗା ଅଞ୍ଚଳରେ ଯୋଗାଯୋଗ ଥିଲା। କାରଣ ମଣିପୁରରୁ ବ୍ରହ୍ମପୁତ୍ର ଉପତ୍ୟକାକୁ ଯିବାକୁ ହେଲେ ନାଗା ଅଞ୍ଚଳ ଦେଇଯିବାକୁ ଛଡ଼ା ଗତାନ୍ତର ନାହିଁ। ଲୋଟା ନାଗାମାନଙ୍କ ବାସଭୂମିରେ ଚୀନ ରାଜାଙ୍କ ଏକ ଲୁହା ତିଆରି କମାରଶାଳ ଥିଲା ବୋଲି କିମ୍ବଦନ୍ତୀ ପ୍ରଚଳିତ ରହିଛି। ଏହି କମାରଶାଳ ବର୍ମା ରାଜାଙ୍କର ବୋଲି ମନେହୁଏ। ଏ ଅଞ୍ଚଳରେ କେବେ କେଉଁଠି ଚୀନ ସାମ୍ରାଜ୍ୟର ବିସ୍ତାର ହୋଇଥିଲା ବୋଲି ଆମେ କୌଣସିଠି ପ୍ରମାଣ ପାଉନାହୁଁ। କୌଣସି କୌଣସି ଲୋଟା ଏବଂ ଆଓ ଗ୍ରାମ ଆସାମ ରାଜାଙ୍କର ସନନ୍ଦ ନେଇ ପାହାଡ଼ର ସାନୁଦେଶରେ ପ୍ରତିଷ୍ଠିତ ହୋଇଥିଲା। ଇଂରେଜ ଅଧିକାର ସମୟଠାରୁ ନାଗା ଇତିହାସ ସହଜଲଭ୍ୟ। ଖ୍ରୀଷ୍ଟାବ୍ଦରେ ଜେନ୍‍ ବଟଲର ଓ ପେମ୍ବରଟନ୍ ନାଗା ଉପଜାତି ସମ୍ପର୍କରେ ସଠିକ ବିବରଣୀ ସଂଗ୍ରହ କରିଥିଲେ। ବ୍ରିଟିଶ ଅଧିକାର ପରେ ସୀମା ସେତେବେଳେ ଅତି ଦ୍ରୁତ ପରିବର୍ତ୍ତିତ ହୋଇଚାଲିଥିଲା। ଆସାମ ଓ ବର୍ମା ମଝିରେ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଅଭିଯାନକାରୀ ବାହିନୀ ଓ ଟ୍ରେଲ୍ଦାର ସୈନ୍ୟବାହିନୀ ପଠାହେଲା; କିନ୍ତୁ ପରାକ୍ରମଶାଳୀ ବ୍ରିଟିଶ ଜାତି ପାଖରେ ନାଗାମାନେ ବିନା ଯୁଦ୍ଧରେ ବଶ୍ୟତା ସ୍ୱୀକାର କରିନଥିଲେ। ସମାଗୁଟିଙ୍କଠାରେ ବହୁ ଚେଷ୍ଟା କରି ଜବରଦସ୍ତି ଭୋଗଟାଦ ଦାରୋଗା ନେତୃତ୍ୱରେ ବସିଲା ଏକ ସରକାରୀ ଘାଟୀ। କିଛିଦିନ ପରେ ନାଗାମାନଙ୍କୁ ସମୁଚିତ ଶିକ୍ଷା ଦେବା ଲାଗି ପ୍ରେରଣ କଲେ ସୁସଜ୍ଜିତ ସୈନ୍ୟବାହିନୀ। ଖୋନୋମା ଦୁର୍ଗରେ ନାଗାମାନେ ଏମାନଙ୍କ ସହିତ ପ୍ରାଣପାତ ସଂଗ୍ରାମ କଲେ। ଶେଷରେ ସରକାର କୌଶଳ କରି ଘୋଷଣା କଲେ ଯେ ଆଉ ଏଣିକି ସରକାର ନାଗାମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ହସ୍ତକ୍ଷେପ ହସ୍ତକ୍ଷେପ କରିବେନି। କିନ୍ତୁ ସଂଯମ କାହିଁ? କ୍ରମବର୍ଦ୍ଧମାନ ବ୍ରିଟିଶ ସାମ୍ରାଜ୍ୟର କ୍ରମଶଃ ଲାଳସା ବଢ଼ିଲା। ଖ୍ରୀଷ୍ଟାବ୍ଦରେ ନାଗାରାଜ୍ୟ ଅଧିକାର ଲାଗି ବ୍ରିଟିଶର ଅଭିଯାନ ଚାଲିଲା। ଖ୍ରୀଷ୍ଟାବ୍ଦରେ ଆଙ୍ଗାମି ନାଗାମାନଙ୍କ ପ୍ରଧାନ କ୍ଷେତ୍ର କୋହିମା ପତନ ପରେ ନାଗା ଅଞ୍ଚଳର ଶାସନକେନ୍ଦ୍ର ସ୍ଥାନାନ୍ତରିତ ହୋଇଆସିଲା ଏହି ସ୍ଥାନକୁ। ଖ୍ରୀଷ୍ଟାବ୍ଦରେ କୁକି ବିଦ୍ରୋହ ସାମ୍ପ୍ରତିକ ଇତିହାସର ସୁବିଦିତ ଘଟଣା। ତେଣୁ ବ୍ରିଟିଶ ଶାସନକୁ ପର୍ବତବାସୀ ସ୍ୱାଧୀନତାପ୍ରିୟ ନାଗାମାନେ କୌଣସିଦିନ ମାନି ନେଇ ନାହାନ୍ତି। ସେମାନଙ୍କ ଉପରେ ସବୁବେଳେ ମାଡ଼ି ଚାଲିଛି ଅନାବାଦି ଜମିର ଅପ୍ରାଚୁର୍ଯ୍ୟ, କରଭାର ଓ ଶାସନକ୍ଷେତ୍ରରେ ଅବ୍ୟବସ୍ଥା। ନାଗାମାନଙ୍କ ମଧ୍ୟରେ ମହାଭାରତ ବର୍ଣ୍ଣିତ ମହାବୀର ବହୁଆହାରୀ ଭୀମଙ୍କ କାହାଣୀ ବହୁଯୁଗରୁ ପ୍ରଚଳିତ। ନାଗାମାନଙ୍କ ବିଶ୍ୱାସ—ସେମାନେ ସମସ୍ତେ ଭୀମଙ୍କର ବଂଶଧର। ଭୀମ ଥିଲେ ସ୍ୱାଧୀନତାର ପ୍ରତୀକ। ଭୀମ ଆମର ଏବଂ ଜାପଫୁ ନାମକ ଦକ୍ଷିଣ ପର୍ବତକନ୍ଦରରେ ସେ ନିଦ୍ରାମଗ୍ନ। ଦିନେ ତାଙ୍କର ନିଦ ଭାଙ୍ଗିବ, ପରାଧୀନ ନାଗାଜାତିର ସେନାପତି ଭାବରେ ସ୍ୱାଧୀନତା ସଂଗ୍ରାମର ଭାର ନେବେ ସେ। ଗାଇଡିନି ଗାଇଡିନଲିଉ ଓ ମାଶାଙ୍ଗ ଭିତରେ ନାଗାମାନଙ୍କ ଏହି ନେତୃତ୍ୱର ବିକାଶ।